ଲୋଭର ଅନ୍ୟନାମ "ଭଲ ପାଇବା" କହିଲେ ଚଳେ। ଗୋଟିଏ କାମକୁ ବେଶୀ ଭଲ ପାଅ। ତାହାପରେ ଦେଖିବ, ସେହି କାମ କରିବାକୁ ମନ ଧାଇଁବ। ଧରି ନିଅ, ମନ ସୂତାକାଟା ଶିଖିବାକୁ ସ୍ଥିର କଲା। ପୁଣି ଦେଖ, ସୂତାକଟାର ଚିନ୍ତା କାହିଁକି ମନରେ ସ୍ଥାନ ପାଇଲା? କେହି ସୂତା କାଟୁଥିବାର ଦେଖି ଅବା କେହି ସୂତା କାଟି ଲୁଗା ପିନ୍ଧୁଥିବାର ଦେଖି ମନ ସେହି ଆଡ଼କୁ ଗଲା। ମନ ପ୍ରଥମେ ବୁଝିଲା, ସୂତାକଟା ଗୋଟିଏ ଭଲ କାମ। ପରେ ଚିନ୍ତା କଲା, ମୁଁ ସେହି ଭଲ କାମଟିକୁ କରିବି। ଏହା ହେଲା ଲୋଭ ବା ଭଲ ପାଇବା ବା ଶ୍ରଦ୍ଧା। ଏହି ଲୋଭଟି। ପୂର୍ଣ୍ଣରୂପେ ହେବା ଆବଶ୍ୟକା। ଲୋଭର ପରିମାଣ ଯେତେ ଅଧିକ ହେବ, ସେହି କାମରେ ମନ ତେତେ ଅଧିକ ସମୟ ସ୍ଥିର ରହିବ। ଲୋଭର ପରିମାଣ ବୃଦ୍ଧି କରିବା ପାଇଁ ସୂତାକଟାର ଉପକାରିତା ବିଷୟ ବେଶୀ ଆଲୋଚନା କରିବା ଉଚିତ। ସୂତାକଟାର ଉପକାରିତା ବିଷୟରେ ଅନ୍ୟଠାରୁ ଶୁଣ ଏବଂ ନିଜର ବିଚାରଶକ୍ତି ଦ୍ଵାରା ବାରମ୍ବାର ବିଚାର କର। ସୂତାକଟା ଦ୍ଵାରା ମୋର ଅନେକ ଉପକାର ନିଶ୍ଚୟ ହେବ। ନିଜର ମନ ବହୁ ଯୁକ୍ତି ଦ୍ଵାରା ଏହା ସ୍ଥିର କରିନେଲେ ସୂତାକଟା ପ୍ରତି ଅଧିକ ଲୋଭ ଆସିବ। ତାହାପରେ ସୂତାକଟା ଶିଖିବାକୁ ଜିଦ୍ ଆସିବ-। ସୂତାକଟା ଶିଖିବା ସହଜରେ ହେଉନାହିଁ, ବହୁତ ଛିଣ୍ଡୁଛି। ସେତେବେଳେ ଉକ୍ତ ଜିଦ୍ କାମ କରିବ। ଅନ୍ୟକୁ ପଚାରିବା ଅନ୍ୟର ଦେଖି ଭଲ କରିବାକୁ ମନ ଲାଗିପଡ଼ିବ। ଜିଦଖୋର୍ ହୋଇ ଲାଗିବା ହେଲା ଗଭୀର ଚିନ୍ତାର ଏକ ରୂପ। ସୂତାକଟାପରି ସତ କହିବା, ସହିଷ୍ଣୁତା, ନମ୍ରତା ପ୍ରଭୃତି ଗୁଣଗୁଡ଼ିକ ମଧ୍ୟ ଅର୍ଜନ କରାଯାଇ ପାରିବ। କୌଣସି ଗୋଟିଏ ନୀତିବାକ୍ୟ ବା ଉପଦେଶ ପଢ଼ିଲ ବା ଶୁଣିଲ। ତାକୁ ଭଲକରି ବୁଝ, ବାରମ୍ବାର ସନ୍ଦେହ ଚକ୍ଷୁରେ ଆଲୋଚନା କର; ଶେଷରେ ସନ୍ଦେହ ଦୂର କର ଅର୍ଥାତ୍ ଏହି ଉପଦେଶ ନିଶ୍ଚୟ ମୋର ଉପକାର କରିବ, ଏହା ସ୍ଥିର କର। ପୂର୍ଣ୍ଣରୂପେ ଭଲ ପାଅ, ତାହାହେଲେ କାମରେ ତାକୁ ଲଗାଇବାକୁ ଜିଦ୍ ଆସିବ। ଲୋକ କୌଣସି କାର୍ଯ୍ୟକୁ ଅଳ୍ପ ଚିନ୍ତା କରି ଧରିନିଏ। ତେଣୁ ଟିକିଏ କଷ୍ଟ ପଡ଼ିଲେ ସେଥିରୁ ମନ ଛାଡ଼ିଯାଏ। କାର୍ଯ୍ୟ କରିବା ପୂର୍ବରୁ ତାହାର ଉପକାରିତା ଓ ଅପକାରିତା ବିଷୟ ଅନ୍ତତଃ ଦଶଥର ଚିନ୍ତା କର, ତାହାପରେ କାମ ଆରମ୍ଭ କର। ହଠାତ୍ କାମ ଆରମ୍ଭ କର ନାହିଁ। ଖଣ୍ଡିଏ ଗଣିତ ପ୍ରଶ୍ନ ପାଇଲ। ତାକୁ ଭଲରୂପେ ଚିନ୍ତା କର, ବାରମ୍ବାର ଚିନ୍ତା କର; ତାହାପରେ କଷିବାକୁ ଆରମ୍ଭ କର। ବାରମ୍ବାର ଚିନ୍ତା ନ କଲେ ପ୍ରଶ୍ନ ବୁଝି ହେବ ନାହିଁ। ଆଦୌ ଚିନ୍ତା ନ କରି କଷି ବସିଲେ ଉତ୍ତର ଭୁଲ୍ ହୋଇଯିବ। ୟ-ମନୁଷ୍ୟ ସିନା ଏହିପରି ଚେଷ୍ଟା କରି କାମ କରିବ, କିନ୍ତୁ ଯାହା ଭାଗ୍ୟରେ ଯାହା ଥିବ; ତାହା ହେବ। ଯେତେ ଚେଷ୍ଟା କଲେ କଅଣ ଭାଗ୍ୟ ବଦଳିବ? ମ-ଭାଗ୍ୟ ଶବ୍ଦ ଏକ ବିପଦ ଶବ୍ଦ। ଏହାକୁ ଅନୁସରଣ କରି ଲୋକ ତଳକୁ ଖସେ। ଅନେକ ଲୋକ ଭାଗ୍ୟବାଦୀ ହୋଇ ଅଳସ ଓ କର୍ମହୀନ ହୋଇ ପଡ଼ନ୍ତି। କେତେକ ଲୋକ ଆମୋଦ ପ୍ରମୋଦ ବେଳେ ଭାଗ୍ୟର ପକ୍ଷପାତୀ ହୋଇ ଯୁକ୍ତି କରିଥାନ୍ତି ଅଥଚ କାମ କରିବାବେଳେ ଭାଗ୍ୟକୁ ପାସୋରି କାମ କରିଯାନ୍ତି। କେତେକ ଲୋକ ପ୍ରତିଦିନ ଯେତେ ବିପଦ ମିଳେ ସେସବୁ ଭାଗ୍ୟରେ ଥିଲା ବୋଲି କହନ୍ତି,